ଏତେ ଲୋଭ ହେଉଛି ଯେ ମନେହେଉଛି ଅଳକା ପାଖରେ ଦି'ଘଣ୍ଟା ବସି ଦି'ଦିନ ମନସ୍ତାପ କଲେ ବି ଲାଭ ଅଛି-କ୍ଷତି ନାହିଁ। -ସବୁ ପ୍ରକାରର ଗତି, ଉଦ୍ଦାମତା, ଉନ୍ମତ୍ତତା ଏମିତି ଆମକୁ ଟାଣେ ତାହାରି ଆଡ଼କୁ। ଅଳକା ଧନୀ ଘରର ଅଲିଅଳି ଝିଅ। ସେ ପରାଧୀନତା କ'ଣ ଜାଣେ ନାହିଁ। ତାହାର ବନ୍ଧନ ନାହିଁ-। ତାହାର ବ୍ୟବହାରକୁ ଶାସନ କରିବାକୁ କିଛି ନାହିଁ। ସେ ଇଚ୍ଛା କଲେ ଅମାପ ଧନ କୁଢ଼େଇ ଦେଇ ପାରିବ। ସେଇ ଧନର ଦୌରାତ୍ମ୍ୟରେ ସେ ତାହାର ପରିସରକୁ ଅତି ଅଳ୍ପ ଚେଷ୍ଟାରେ ବଦଳାଇ ଦେଇ ପାରିବ। -ତାହାର କ'ଣ ଚରିତ୍ର ଖରାପ? ହସି ଭଜକୃଷ୍ଣ କହିଲା-ସେମାନେ ଚରିତ୍ରରେ ବିଶ୍ୱାସ କରନ୍ତି ନାହିଁ। ଇଚ୍ଛା ହେଲେ ପାଞ୍ଚ ତିନିଜଣଙ୍କୁ ଆତ୍ମୀୟର ସମ୍ବର୍ଦ୍ଧନା ରୁଦ୍ଧ କୋଠରୀରେ ଦେଇ ପାରିବେ। ପୁଣି ଠିକ୍ ଦିନକ ପରେ ସେହି ଲୋକକୁ ଚିହ୍ନି ନାହାଁନ୍ତି ବୋଲି ପରିଚୟ ମାଗି ପାରିବେ। -ଯଦି ସେ ଲୋକ ପ୍ରତିବାଦ କରେ। -ତାହାହେଲେ ସେହି ପ୍ରତିବାଦ ପାଇଁ ସେ ମାଡ଼ ଖାଇବ। କାରଣ ଭଦ୍ରମହିଳାଙ୍କର ଚରିତ୍ର ଉପରେ ସେ ପ୍ରଚ୍ଛନ୍ନ ଦୋଷାରୋପ କରୁଛି ବୋଲି ସେ ଘୋର ଶାସ୍ତି ପାଇବ-ଶାରିରୀକ ପ୍ରହାର। -ଏଁ-ଏଁ। -ଆଉ କ'ଣ? ଧନର ଖିଆଲ ଥାଏ। ପ୍ରାଚୁର୍ଯ୍ୟ ସବୁବେଳେ ଖିଆଲବାଜ୍। ଯୌବନର ଭଙ୍ଗିମା ପାଗଳର ମୁଦ୍ରା ସାଙ୍ଗରେ ସମାନ। ଶିକ୍ଷିତା ତରୁଣୀର ମୁହଁ ଓ ଆଖିର କଥା ଅନେକ ସମୟରେ ବହୁତ ପ୍ରକାରର ଅର୍ଥ ଅର୍ଥାନ୍ତର ହୋଇପାରେ। -ସେମାନଙ୍କର କ'ଣ ହୃଦୟ ନାହିଁ? -ଯାହାର ଚରିତ୍ର ନାହିଁ, ତାହାର ହୃଦୟ ଆସିବ କୁଆଡ଼ୁ? ବିବେକ ଥିଲେ ଚରିତ୍ର ବଞ୍ଚିରହେ। ଚରିତ୍ର ବଞ୍ଚିଲେ ମଣିଷ ପଣିଆ ବଞ୍ଚେ। ସୁଖ ଓ ସମ୍ଭୋଗ ହେଉଛି ମଣିଷର ଓ ମଣିଷ ପଣିଆର ଚିରଶତ୍ରୁ। -ସେମାନେ କ'ଣ ମା, ଭଉଣୀ, ଝିଅ ନୁହଁନ୍ତି? -ହଁ। ପ୍ରଚୁର ପରିମାଣରେ ମାତା, କନ୍ୟା ଓ ଭଗିନୀ କିନ୍ତୁ ସେମାନଙ୍କର ଯୌନ ଜୀବନ ମୁକ୍ତ। ଖାଲି ତାଙ୍କରି ନୁହେଁ ଧନ ଓ କ୍ଷମତା ଯେଉଁଠି ଅଜାଡ଼ି ହୋଇପଡ଼େ ସେ ଆଗ ପୋତିପକାଏ ମନର ଶୃଙ୍ଖଳାକୁ। ଅଳକାର ଦୋଷ ନାହିଁ ଏଥିରେ ତାହାର ସମସ୍ତ ସୁବିଧା ତା'କୁ ସେମିତି କରିଦେଇଛି। ଇଏ ହେଲା ମଣିଷର ସ୍ୱଭାବ। -ତମେ ଏସବୁ ଜାଣିଲ କେମିତି ଭଜକୃଷ୍ଣ? -ଓ, ଏ କଥା? ପଚାରିଲ ଭଲ କଲ? କହିବା କଥା ନୁହେଁ। କହିବା ବିପଦର କାରଣ ହେଇପାରେ। ହେଲେ ବି ଆଜି କହି ଦେବାକୁ ଇଚ୍ଛା ହେଉଛି। ଧନର ଦୁଲାଳୀ କ'ଣ? -ଏତକ ଜାଣିବାର ଦୁର୍ଯ୍ୟୋଗ ଥରେ ନୁହେଁ ଦୁଇଥର ଏଇ ଜୀବନରେ ଘଟିଥିଲା। -କ'ଣ ହେଲା-ଭଜକୃଷ୍ଣ? -କ'ଣ ଆଉ ହବ? ଯେଉଁଦିନ ଇତର ପ୍ରାଣୀ କୁକୁର କି ବିଲେଇ ତାହାର ଅଧିକାର ଜାହିର କରିବାକୁ ଚାହେଁ ସେତେବେଳେ ସେ ମାଡ଼ ଖାଇ ଘର ଛାଡ଼ିବାକୁ ବାଧ୍ୟ ହୁଏ। ଜୀବନ ଯିବ କି ରହିବ-ସେଇଟା ଅବଶ୍ୟ ଆହୁରି ଅନେକ କାରଣ ଉପରେ ନିର୍ଭର କରେ। ଜୀବନଟା ଭାଇ ପ୍ରକୃତରେ ଗୋଟାଏ ଥିଏଟର୍। ସେଥିରେ ପୁଣି ଜଣେ କଲେଜ ଛାତ୍ର-ତା'ପରେ-ଗରିବ ଛାତ୍ର, ମେଧାବୀ ଛାତ୍ର। ଏସବୁ ମିଶିଗଲେ ଗୋଟାଏ ନୂଆରଙ୍ଗ ବାହାରେ-ସେଇଟା ହେଲା ଶୃଙ୍ଖଳିତ ଓ ସଚ୍ଚରିତ୍ର ଲୋକ। ସିଏ ଥିଲା ଭଜକୃଷ୍ଣ। ଗରିବ ବୋଲି ପଢ଼ା ଆରମ୍ଭ କରିଥିଲା ଡେରିରେ। ଅଳ୍ପ ବୟସର ପିଲାଏ ବୁଝିବାକୁ ବେଶି ସମୟ ନେଉଥିଲେ, କିନ୍ତୁ ବେଶି ବୟସର ଚାଟ ବୋଲି ସେ ସବୁ ବୁଝି ଯାଉଥିଲା। ସେଥିପାଇଁ ସେ ହୋଇଗଲା ମେଧାବୀ ଛାତ୍ର। ମନୁଆ ହେବାପାଇଁ ଧନ ଦରକାର। ଧନ ନ ଥିଲା। ତେଣୁ ଖିଆଲି, ମନୁଆ, ଖେଳୁଆ, ଦାୟିତ୍ୱହୀନ ଆଦି ଉପସର୍ଗ ନ ଥିଲା। ଏଇ ଭଜକୃଷ୍ଣ ପରି ଲୋକର ଗୁଣ ହେବ କେମିତି? ଗରିବ ପଣିଆର ନାତ ଗୋଇଠା ଆଉ କେତେଦିନ ଉପାସ ରହିବା ଭୋଗ ହୋଇଗଲେ ମନଭିତରୁ ଅଳନ୍ଧୁ ଛିଣ୍ଡିଯାଏ। ତେଣିକି ହେଇଯାଏ ମଣିଷ ଟଙ୍କା-ସର୍ବସ୍ୱ। ସମସ୍ତେ ହୁଅନ୍ତି। -ଦିଅ ବାବୁ କିଛି ଟଙ୍କା ଦିଅ। ତେଣିକି ଆମକୁ ଘୋଡ଼ା ବୋଲି ଭଡ଼ାରେ ମନେଇ ନିଅ-। ଇଚ୍ଛା ହେଲେ ଘୋଡ଼ାକୁ କତା ବୁରୁସ, ନଡ଼ା ଦେଇ ସଫାସୁତୁରା କର ଅବା ତାହାର ପାଟିରେ ଲଗାମ ଦେଇ ତା'ର ଉପରେ ଚଢ଼ି ବୁଲାବୁଲି କର। ମୁଁ ହେଇଥିଲି ଘୋଡ଼ାଟିଏ-ଭଜିଆ ଘୋଡ଼ା। ନିଉଛୁଣିଆ ଗରିବ ହୋଇଥିଲି ବୋଲି ଘୋଡ଼ାଟିଏ ହେଲି। ଘୋଡ଼ା ବୋଲି କହିବାର କାରଣ ହେଲା-ଘୋଡ଼ାକୁ ବହୁତ ସମୟରେ ଛାଟ ପ୍ରହାର ପୁରସ୍କାର ମିଳିଥାଏ।